ତଥାପି ସେ ଥାଆନ୍ତି ଅଟଳ। ଚାହୁଁ ଚାହୁଁ ବିବାହ ପରେ ଏକ ଦୁଇ କରି ବର୍ଷ ଗଡ଼ିବାକୁ ଲାଗିଲା। ହେଲେ ସନ୍ତାନ ସନ୍ତତି ଲାଭର କୌଣସି ଲକ୍ଷଣ ଦେଖାଗଲା ନାହିଁ। ନାରୀର ସବୁଠାରୁ ବଡ଼ ଦୁର୍ବଳତା ହେଉଛି ଏଇଠାରେ। ନାରୀ ସନ୍ତାନବତୀ ନ ହେଲେ ଜୀବନର ସବୁଠାରୁ ଅଧିକ ଚରମ ଦୁଃଖ ଅନୁଭବ କରେ। ଠିକ୍ ଏମିତି ବେଳେ ମୁଁ ଜୟନ୍ତୀଙ୍କୁ କହିଲି ତୁମର ତ' ଭଗବାନଙ୍କ ଉପରେ ବିଶ୍ୱାସ ନାହିଁ.. ସେ ତୁମର ଦୁଃଖ ଶୁଣିବେ କେମିତି?... ହଠାତ୍ ମୋ କଥା ଶୁଣି ଭାଙ୍ଗି ପଡ଼ିଲେ ଜୟନ୍ତୀ। ସେ ଦିନ ମୋ କଥାର ପ୍ରତିବାଦ କଲେ ନାହିଁ ବା ସମର୍ଥନ କଲେ ନାହିଁ ସତ, ହେଲେ ତା' ପର ଦିନଠାରୁ ଦେଖାଗଲା ଯେ ଆମ ଦାଣ୍ଡର ବାଲିଗରଡ଼ା ମଧ୍ୟ ଭଗବାନ୍ ସାଜି ଖଟୁଲି ଉପରେ ପୂଜା ପାଉଛନ୍ତି। ମନେ ମନେ ଖୁବ୍ ହସିଲି। ଜୀବନର ଚରମ ବିଜୟ ପାଇଁ ମଧ୍ୟ ସୁଖ ଅନୁଭବ କଲି। ଆପଣ ଭାବୁଥିବେ ଯେ ମୁଁ ଖୁବ୍ ଆସ୍ତିକ ଥିଲି, ତା' ନୁହେଁ। ନାସ୍ତିକତା ବା ଆସ୍ତିକତା ଉପରେ ମୋର ଗୁରୁତ୍ୱ ନ ଥିଲା। କିନ୍ତୁ ମୁଁ ଯେତେ ଦୂର ଜାଣେ ନିକମା ମଣିଷର ମୁଣ୍ଡ ହେଉଛି ଦୁଶ୍ଚିନ୍ତାର କେନ୍ଦ୍ରଭୂମି। ପିଲାପିଲି ନ ଥିଲେ ନାରୀମାନେ ନିକମା ହୋଇ ପଡ଼ନ୍ତି। ଏପରି ସମୟରେ କେବଳ ଆନନ୍ଦ ଦିଏ ଭାଗବାନ ଚିନ୍ତା, ସେ ଦୃଷ୍ଟିରୁ ମୁଁ ସବୁବେଳେ ଚାହୁଁଥିଲି—ଜୟନ୍ତି ଭଗବାନଙ୍କୁ ଡାକି ଶିଖନ୍ତୁ। ଆଉ ଗୋଟିଏ କଥା ହେଉଛି—ସନ୍ତାନହୀନ ପୁରୁଷ ମଧ୍ୟ ତା' କାମରେ ଆଗେଇବା କଠିନ। କାମର ଫେରିବା ପରେ ସେ ଅନ୍ୟ କିଛି ଗୁରୁତର ଚିନ୍ତା କରିପାରେ ନାହିଁ। କାରଣ—ଗୃହର ନିର୍ଜନତା ସ୍ତ୍ରୀଙ୍କୁ ଏତେ ଉଦ୍ବେଳିତ କରି ପକାଇଥାଏ ଯେ—ସ୍ୱାମୀ ଫେରିବା ପରେ ସ୍ତ୍ରୀର କ୍ରୀଡ଼ନକ ହୁଅନ୍ତି ସ୍ୱାମୀ। ମୁଁ ଜଣେ ଖ୍ୟାତନାମା ଆଇନ୍ ବ୍ୟବସାୟୀ। ଜୟନ୍ତୀଙ୍କ ସହିତ ପ୍ରେମାଳାପ କରିବାର ସମୟ ବା ମୋର କାହିଁ। ଠିକ୍ ଏମିତି ସମୟରେ ଜୟନ୍ତୀଙ୍କର ଅସ୍ତିକତା ଏକରକମ୍ ମୋ ମୁଣ୍ଡ ଉପରେ ଲଦି ହୋଇ ପଡ଼ିଲା। ଦିନେ ଅଚାନକ ଜୟନ୍ତୀ ମୋ କୋଠରୀ ଭିତରକୁ ପଶି ଆସି କହିଲେ—ହଇ ହେ.. ବି.. ଏ.. ଶ୍ରେଣୀରେ ତୁମର ସଂସ୍କୃତ ଗୋଟିଏ ବିଶେଷ ପାଠ୍ୟ ଥିଲା। ତୁମେ ଖୁବ୍ ଭଲଭାବେ ସଂସ୍କୃତ ବୁଝିପାର। ତେଣୁ ଭଗବତ୍ଗୀତା ମୋତେ ବୁଝାଇ ଦିଅ। ମହା ଅସୁବିଧାରେ ପଡ଼ିଲି। ସ୍ତ୍ରୀର ଅନୁରୋଧ। ନ ବୁଝାଇ ବାଟ ନାହିଁ। ତା'ଛଡ଼ା ଜୟନ୍ତୀ ଏକରକମ ମୂର୍ଖ ନୁହନ୍ତି। ସଂସ୍କୃତରେ ମଧ୍ୟ ତାଙ୍କର କମ୍ ଦଖଲ ନାହିଁ। ତେଣୁ ସତର୍କତାର ସହିତ ତାଙ୍କୁ ବୁଝାଇବାକୁ ହେବ। ଏଣେ ଗୀତା ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଶାସ୍ତ୍ର। ତାକୁ ବୁଝାଇବାକୁ ହେଲେ ସେହି ପରିମାଣରେ ପ୍ରସ୍ତୁତି ଆବଶ୍ୟକ। ତଥାପି ଅନିଚ୍ଛା ସତ୍ୱେ ମୋତେ ହଁ ଭରିବାକୁ ହେଲା। ତା' ପର ଦିନଠାରୁ ଚାଲିଲା ଗୀତା ଚର୍ଚ୍ଚା। ଦୀର୍ଘ ଦୁଇ ମାସ କାଳ ଅକ୍ଲାନ୍ତ ପରିଶ୍ରମ... ସମଗ୍ର ଗୀତାଟିକୁ ବୁଝାଇବାକୁ ସକ୍ଷମ ହେଲି ମୁଁ। ପୁଣି ଗଳା ଖଙ୍କାରି ଆରମ୍ଭ କଲେ ଶାନ୍ତନୁ କିନ୍ତୁ ଆପଣ ଆଶ୍ଚର୍ଯ୍ୟ ହେବେ ହେମକାନ୍ତ ବାବୁ, ଯେଉଁଦିନ ଗୀତା ଚର୍ଚ୍ଚା ଶେଷ ହୁଏ... ସେଦିନ ଜୟନ୍ତୀଙ୍କଠାରୁ ମୁଁ ଶୁଣିଲି ଏକ ଅଭିନବ କଥା-। ପ୍ରଥମେ ଶୁଣି ମୁଁ ନିଜେ ମଧ୍ୟ ବିଶ୍ୱାସ କରି ପାରିଲି ନାହିଁ। କାନ ଡେରି ବସିଲା ହେମକାନ୍ତ... ଶାନ୍ତୁନୁ କହିଲେ—ସେଦିନ ମୁଁ ନୂଆ କରି ଜାଣିଲି ଯେ ଜୟନ୍ତୀ ଅନ୍ତଃସତ୍ୱା...। ମଣିଷ ଜଗତର ସବୁଠାରୁ ଦୁର୍ଲଭ୍ୟ ବସ୍ତୁ ପାଇଲେ ଯେପରି ଆନନ୍ଦିତ ହୁଏ... ଠିକ୍ ସେହି ଆନନ୍ଦ ସେଦିନ ଅନୁଭବ କରିଥିଲି ମୁଁ। ସେହି ଗର୍ଭର ସନ୍ତକ ଏହି ଲୋପାମୁଦ୍ରା। ଆଜି ମୋର ବିଶ୍ୱାସ ହୋଇଛି ଯେ ଶିଶୁ ଗର୍ଭଧାରଣ କଲାବେଳେ ବାପ ମାଆ ଯେଉଁ ଚିନ୍ତା କରନ୍ତି—ତାହାରି ପ୍ରଭାବ ପଡ଼େ ଶିଶୁ ଉପରେ ଏ ଦୃଷ୍ଟିରୁ ମାଆ ଲୋପା... ସଂଯମ ଆଡ଼କୁ ଓହୋରି ଯିବାରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ଭାରତୀୟ ଗଣକମାନଙ୍କର ଗଣନା ହିଁ ଠିକ୍। କଥା ମଝିରେ ବାଧା ସୃଷ୍ଟି କରି ଚା' ଧରି କୋଠରୀ ଭିତରକୁ ଆସିଲା ଲୋପାମୁଦ୍ରା। ନିଃଶ୍ୱାସ ମାରିଲେ ଶାନ୍ତୁନୁ। ଲୋପାମୁଦ୍ରାର ଆନତ, ଗୌର, ସୌମ୍ୟ ମୁଖମଣ୍ଡଳ ଆଡ଼େ ଚାହିଁରହିଲା ହେମକାନ୍ତ। ଆଜି ନୂଆ କରି ଅନୁମାନ କରୁଛି ହେମକାନ୍ତ। ସତେ ଅବା ପ୍ରଶାନ୍ତ ମହାସାଗର ଭଳି ଲୋପାମୁଦ୍ରା ଗଭୀର।